ତେଣୁ ଦୁଇ କୋଟି ଲୋକଙ୍କର ଏଇ ମାନସିକ ଅଭାବକୁ ବିଚାରକୁ ନିଆଯିବା ଉଚିତ। ଏହା ସାଙ୍ଗରେ ହାଇସ୍କୁଲ ଓ କଲେଜର ପଢ଼ାବହିରେ ବିଭାଗୀୟ ଲେଖକ ନିର୍ବାଚନ କିପରି ଅନେକ ବିଶିଷ୍ଟ ଲେଖକଙ୍କୁ ଦବାଇଦେଉଛି, ତାହାରି ଉପରେ ମଧ୍ୟ ଆଲୋଚନା ହେବା ଉଚିତ। ଏଇସବୁ ଆକ୍ଷେପ, ଆଲୋଚନା ଓ ଆନ୍ଦୋଳନ ନ କରି ବାଟ କାହିଁ? ଆମେ ଯଦି ଦୁର୍ଗନ୍ଧ ହେଲେ ବି ପାଣି ଜମିଲେ ମ୍ୟୁନିସିପାଲିଟି ଓ ପଞ୍ଚାୟତ ବିରୁଦ୍ଧରେ କଟୁକ୍ତି ପ୍ରୟୋଗ କରୁଛୁ, ସେମିତି ପଢ଼ାବହି ଓ ଶିକ୍ଷା ବିଭାଗ ବିରୁଦ୍ଧରେ ଆମର ମତାମତ ନ ଦେବୁ କାହିଁକି? ବିଶ୍ୱବିଦ୍ୟାଳୟର କୁଳପତିମାନେ ଏହିସବୁ ବିଷୟରେ ନୀରବ। ଏମାନଙ୍କର ନୀରବତା ସାହିତ୍ୟ ପ୍ରତି ଓ ଓଡ଼ିଆ ଭାଷା ପ୍ରତି ବିଶ୍ୱାସଘାତକତା ପର୍ଯ୍ୟାୟରେ ବିଚାର କରାଯିବା ଉଚିତ। ଓଡ଼ିଆ ଲୋକ ଉତ୍କଳଖଣ୍ଡର ଚାରୋଟି ବିଶ୍ୱବିଦ୍ୟାଳୟର କୁଳପତି ଥାଇ ଓଡ଼ିଆ ସାହିତ୍ୟର ଏହି ଅସୁବିଧା ବିଷୟରେ ମତାମତ ନ ଦେଲେ ସେମାନଙ୍କୁ ଓଡ଼ିଶାର ସାଂସ୍କୃତିକ ଅନୁଷ୍ଠାନମାନଙ୍କରେ ଘେରାଉ କରାଯିବା ଉଚିତ। ଏହି ବିଷୟଟିର ଯଥାର୍ଥତା ବିଷୟରେ ଖାଲି ବେତନଭୋଗୀ ଓଡ଼ିଆ କର୍ମଚାରୀମାନେ ନୀରବ ଆଉ ସମସ୍ତେ ସଚେତନ, ଏଇଟା ବି ସତ କଥା ନୁହେଁ। ଶ୍ରୀଯୁକ୍ତ ଗୋପୀନାଥ, କାହ୍ନୁଚରଣ, ବୈକୁଣ୍ଠ, ସୂର୍ଯ୍ୟନାରାୟଣ, ସୁରେନ୍ଦ୍ର ଓ ସଚ୍ଚି ରାଉତରାୟ ପ୍ରମୁଖ ଯେଉଁମାନେ କେନ୍ଦ୍ରରୁ ସାହିତ୍ୟ ପୁରସ୍କାର ପାଇ ଏଠି କଟକ ବଜାରରେ ଜଙ୍ଘ ବାଡ଼େଇ ହେଉଛନ୍ତି, ସେମାନେ ମଲା ପୂର୍ବରୁ ଥରେ ହେଲେ ଏହି ଦିଗକୁ ଦୃଷ୍ଟି ଦେଲେ ଓଡ଼ିଆ ସାହିତ୍ୟର ଭାଗ୍ୟ ଫେରିଯାନ୍ତା। ଏହା ସାଙ୍ଗରେ ସେମାନଙ୍କର ପ୍ରତିଷ୍ଠା କ'ଣ ଦୋହଲି ଯାଆନ୍ତା କି?ଅନ୍ୟ ଭାଷାଭାଷୀ ଲୋକ ହିନ୍ଦୀକୁ ନିଖିଳ ଭାରତୀୟ ଭାଷା କରାଯିବାରେ ସାମାନ୍ୟ ଓଲମବିଲମ ହେବାରୁ ନିଜର ପଦ୍ମଭୂଷଣ, ପଦ୍ମଶ୍ରୀ ଇତ୍ୟାଦି ରାଷ୍ଟ୍ରୀୟ ସମ୍ମାନ ଫେରାଇଦେଲେ। ଏହି ପ୍ରକାରର ମାନସିକ ଆଭିମୁଖ୍ୟର ନାମ ସଂସ୍କୃତି। ଏଇ ସଂସ୍କୃତିକୁ ଏବେ ଓଡ଼ିଆମାନେ ଓଡ଼ିଶାରେ ଅଣ୍ଡାଳି ହେଉଛନ୍ତି। ଏହି ସଂସ୍କୃତିର ସୁରକ୍ଷା କରୁଛନ୍ତି ସ୍ଥାନୀୟ ପାଠକମାନେ; କିନ୍ତୁ ଓଡ଼ିଶାରେ ପାଠକମାନେ ମଧ୍ୟ ମାନ୍ଦାଦଳିଆ, ଭଲକୁ ଭଲ ଅବା ଖରାପକୁ ଖରାପ କହିଲା ବେଳେ ଏଠି ପାଟି ଲାଗେ। ଲେଖକମାନେ ମଧ୍ୟ ଅଭ୍ୟାସଗତ ବତିପେଲା, ସେମାନେ କାହିଁକି ମୁଣ୍ଡ ଖେଳାଇବେ? ତେଣୁ ସେମାନେ ପାଠକମାନଙ୍କୁ ତଳକୁ ଠେଲିଦେଇ ଉପରେ ରହି ନିଶ ମୋଡୁଛନ୍ତି। ଏମିତି ମୋଡୁଥିଲେ ସ୍ୱାଧୀନତା ପୂର୍ବର ସବୁ ଲେଖକ, ସେମାନଙ୍କର ତାଲିକା ଏହି ବହିର ଶେଷରେ ଦିଆହୋଇଛି। ଆଶ୍ଚର୍ଯ୍ୟର କଥା, ଏଥିରେ ବ୍ୟତିକ୍ରମ ଯେଉଁ ଅଳ୍ପ କେତେଜଣ ଅଛନ୍ତି ସେମାନଙ୍କର ବ୍ୟତିକ୍ରମ ହେଉଛି ଠିକ୍ ପୋଷାକୀ ବ୍ୟତିକ୍ରମ। ନିଜର ବିଶ୍ୱାସ ଅବା ଆତ୍ମବିଶ୍ୱାସରୁ ସେମାନେ ବ୍ୟତିକ୍ରମ ନୁହନ୍ତି। ସ୍ଥାନ, କାଳ, ପାତ୍ରର ପାତରଅନ୍ତର କାମରୁ ସେମାନେ ବାଧ୍ୟରେ ବ୍ୟତିକ୍ରମ ପାଲଟିଛନ୍ତି।ଓଡ଼ିଶାର କିଟିକିଟିଆ ଅନ୍ଧାର ଭିତରେ ଖାଲି ଯେ ପାଠପଢ଼ା କି ଚାକିରିବାକିରିକୁ ନଅଙ୍କିଆ ଘୋଟିଥିଲା ତାହା ନୁହେଁ, ଚିନ୍ତାରାଜ୍ୟ ଆଉ ସାହିତ୍ୟ ପରିସର ମଧ୍ୟରେ ସେହି ଦୋଷ ଦେଖାଦେଇଥିଲା। ଏବେ ଯାଏ ଦେଖାଦେଉଛି; କିନ୍ତୁ ଅବସ୍ଥା ସାମାନ୍ୟ ବଦଳିଆସୁଛି ଦୁଇ ବର୍ଷ ହେଲା, ସତୁରି ମସିହାରୁ। ସତୁରି ମସିହାରୁ କାହିଁକି? କାରଣ ହେଲା ଯେ ଏବେ ଓଡ଼ିଶାରେ ସତୁରି ମସିହାରୁ ସଂଗ୍ରାମୀ ଆଭିମୁଖ୍ୟ ଦେଖାଦେଉଛି। ପ୍ରଥମେ ହେଲା ଶିକ୍ଷାନୁଷ୍ଠାନମାନଙ୍କରେ। ଏଠି କାହିଁକି ଆମେ ପାଠ ପଢ଼ିବୁ ନାହିଁ? ସୁବିଧା ହେଉନାହିଁ ତ ଶ୍ରେଣୀରେ ସ୍ଥାନ ବଢ଼ାଅ। ପଢ଼ିଲା ପରେ ଉପଯୁକ୍ତ ପ୍ରଶ୍ନପତ୍ର ଆସିବ ନାହିଁ କାହିଁକି? ପ୍ରଶ୍ନପତ୍ରର ଉତ୍ତର ଉପରେ ଉପଯୁକ୍ତ ଓ ପୂର୍ବାପର ବିଚାରର ଅନୁମୋଦିତ ମୂଲ୍ୟାୟନ ହେବ ନାହିଁ କାହିଁକି? ପଢ଼ା ସରିଲେ ପ୍ରଶ୍ନ ହେଉଛି, ମୁଁ ଶିକ୍ଷିତ ହୋଇ ଶିକ୍ଷିତ ବେକାର ହେବି କାହିଁକି?